ସରକାରୀ ଶିକ୍ଷାବିଭାଗର ହାକିମମାନେ ସେହି ଶିକ୍ଷାକୁ ସେମାନଙ୍କର ନିଜ କାଇଦା ଅନୁସାରେ ଗୁଳାରେ ପକାଉ ପକାଉ ତାହାକୁ ଗୋଟାସୁଦ୍ଧା ଗିଳି ପକାଇଲେ। ଯାବତୀୟ ସୁସ୍ଥ ଶିକ୍ଷାର ମୂଳଦୁଆ ପ୍ରକୃତରେ ତଳୁ ପଡ଼ି ଆସିବା ଉଚିତ। ଉପରଟାରୁ ବରାଦ ହେଉ ହେଉ ଇତି ମଧ୍ୟରେ ଶିକ୍ଷାବିଭାଗଟା କ୍ରମେ ନିପଟ ଉଦାସୀନମାନଙ୍କର କବଳରେ ଯାଇ ପଡ଼ିଗଲାଣି ଓ କେବଳ କୌଶଳୀମାନଙ୍କର ଦୌରାତ୍ମ୍ୟ ଭିତରେ ପଡ଼ି ଏକ ସଂଗଠିତ ବିନଷ୍ଟିରେ ପରିଣତ ହୋଇଗଲାଣି। ସବୁ ବିଗିଡ଼ି ଯାଉଛି ବୋଲି ଉତ୍ତମ ରୂପେ ଜାଣି ମଧ୍ୟ ବିଭାଗୀୟ ସରପଞ୍ଚମାନେ କିଛି କରିପାରୁ ନାହାନ୍ତି। କିଛି କରୁନାହାନ୍ତି ବୋଲି କହିଲେ ହୁଏତ ଅଧିକ ଯଥାର୍ଥ ହେବ। ମନେହେଉଛି, ପଇଦାବନ୍ଧମାନେ ହିଁ ଏହି ରାଜ୍ୟକୁ ରକ୍ଷା କରିବେ। ଭୁବନେଶ୍ୱରରେ ଦାଗୀମାନଙ୍କୁ ଦେଖି ତୁମକୁ ଯେତେ ନିରାଶ ଲାଗୁଥାଉ ପଛକେ, ପଇଦାବନ୍ଧକୁ ଦେଖି ମନରେ ବହୁତ ଆଶାର ସଂଚାର ହେବ। ଏକ ସ୍ୱାଧୀନ ଦେଶରେ ନୂଆ ବାଟଗୁଡ଼ିକୁ ଏହି ତଳେ ରହିଥିବା ଲୋକମାନେ ହିଁ ପକାଇବେ। ସେମାନେ ଆଉ ମୋଟେ ଡ଼ରିବେ ନାହିଁ। ପିଲାମାନଙ୍କ ନିମନ୍ତେ ନିଜ ପାଠଶାଳାକୁ ନିଜେ ଗଢ଼ିବେ। ପିଲାମାନଙ୍କର ଅସଲ ଚେରଗୁଡ଼ିକ ଠିକ୍ ଏହିପରି ଭାବରେ ନିଜର ଗାଆଁରେ ହିଁ ମାଟି ଭିତରକୁ ଭେଦିବ। ସେମାନେ ନିଜର ଗାଆଁକୁ ଯେତିକି ମମତା ସହିତ ବର୍ତ୍ତମାନ ଦେଖୁଛନ୍ତି, ବଡ଼ ହୋଇ ବୃହତ୍ ପୃଥିବୀଟାକୁ ମଧ୍ୟ ସେହି ମମତାରେ ଦେଖିବେ ଏବଂ ମମତା ଦେଇ ନିଜର ଚାରିପାଖକୁ ଦେଖୁଥିବା ମଣିଷମାନେ କଦାପି ଅସାଧୁ ହେବେନାହିଁ। ଅସଲ ଶିକ୍ଷା ନିରନ୍ତର ସେହି ମମତା ଗୁଣଟିକୁ ହିଁ ବଢ଼ାଇବା ନିମନ୍ତେ ଖୋରାକ ଯୋଗାଇଦେବ। ଉଦାସୀନତା ବିରୋଧରେ ଔଷଧ ପରି କାର୍ଯ୍ୟ କରିବ। ସରକାରଙ୍କର କାଗଜପତ୍ରରେ ଆଉ ସବୁ ହୁଏତ ଭର୍ତ୍ତି ହୋଇ ରହିଛି, କେବଳ ମମତାଟାକୁ ନିକାଲି ଦିଆଯାଇଛି। ବଳ ବୋଲି ଦିଶୁଥିବା ଏଡ଼େ ଦୁର୍ବଳ ମଣିଷଗୁଡ଼ାକ ଅଧିକରୁ ଅଧିକ ଚାଲାଖ ହେଉ ହେଉ ଆପଣାର ମନୁଷ୍ୟଧର୍ମଗୁଡ଼ିକୁ ହରାଇ ସାରିଲେଣି। ତେଣୁ, ଯେଉଁସବୁ ମହକୁମାରେ ଆସୁଣୁ ଯାଉଣୁ ଅଧିକ କୋଳାହଳ ଶୁଭୁଛି, ସେଠାରେ ପ୍ରକୃତରେ କିଛି ଘଟୁନାହିଁ। ଦେଖୁ ଦେଖୁ ପଚାଶ ବର୍ଷ ବିତିଗଲାଣି। ଅତ୍ୟନ୍ତ ଭାଗ୍ୟର କଥା ଯେ ଏବେ ମଧ୍ୟ ଥୋକାଏ ନିଜର ମିହନ୍ତ ଉପରେ ବିଶ୍ୱାସ ରଖିଛନ୍ତି। ଏବେ ମଧ୍ୟ ନିଜର ଚେର ଗୁଡ଼ିକୁ ଛିଣ୍ଡାଇ ନାହାନ୍ତି। ସେଦିନ ପଇତାବନ୍ଧରୁ ଫେରିବା ସମୟରେ, ଉଦ୍ୟମୀ ମାଆ ଓ ବାପାମାନଙ୍କୁ ମୁଁ ନମସ୍କାର ଜଣାଉଥିଲି। ଯେତେ ଯେଉଁଠି ଯିଏ ବା ଯେଉଁମାନେ ନିଜ ମହ ମିହନ୍ତରେ କିଛି କରୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ନମସ୍କାର ଜଣାଉଥିଲି। ସେଇମାନଙ୍କର ସମୟ ଆସୁଛି। ସାରା ପୃଥିବୀଯାକ କ୍ରମେ ବିକଳ୍ପମାନଙ୍କୁ ହିଁ ଅଧିକରୁ ଅଧିକ ଖୋଜା ପଡ଼ିଲାଣି। ବିକଳ୍ପ ଶିକ୍ଷା, ବିକଳ୍ପ ରାଜନୀତି, ବିକଳ୍ପ ବିଜ୍ଞାନ ଓ ବିକଳ୍ପ ବିଚାର। ସାଆନ୍ତମାନେ ଯିବେ, ମିହନ୍ତୀମାନେ ଆସିବେ। ସହରରୁ ମୋହଭଙ୍ଗ ହୋଇଥିବା ମନୁଷ୍ୟମାନେ ବାଟ ପଚାରି ପଚାରି ପଇତାବନ୍ଧରେ ଯାଇ ପହଞ୍ଚିବେ। ସେଠି ଖଜୁରିପଟି ପଡ଼ିବ। ନୂଆ ରୀତିରେ ବିଚାର ହେବ। ଓଡ଼ିଶାର ଦୁର୍ଗତି ପ୍ରାୟ ଶହେ ବର୍ଷ ତଳେ ଗୋଟାଏ ଔପଚାରିକ ମଞ୍ଚ ତିଆରି କରି ଏହି ଭୂଇଁର କେତେକ ଆଗୁଆ ମଣିଷ ଯେତେବେଳେ ଓଡ଼ିଆଙ୍କ ଆଡୁ ଗୋଟାଏ ଆନ୍ଦୋଳନ। କରି ବାହାରିଲେ, ସମ୍ଭବତଃ ଓଡ଼ିଶାର ଦୁର୍ଗତି ସେତିକିବେଳୁ ଆରମ୍ଭ ହେଲା। ସେମାନେ ସର୍ବପ୍ରଥମେ ନିଜକୁ ହିଁ ଆଗୁଆ ବୋଲି ଭାବୁଥିଲେ, ଅର୍ଥାତ୍ ପ୍ରତିବେଶୀ ସହରଟାକୁ ଯାଇ କିଞ୍ଚିତ୍ ନୂଆ ସଂକ୍ରମଣର ସ୍ପର୍ଶ ପାଇଥିଲେ ଏବଂ ସେହି ଅନୁସାରେ ଗୋଟିଏ ନୂଆ ଆଖିରେ ନିଜର ଭୂଇଁରେ ବି ଏକ ଆନ୍ଦୋଳନ କରିବେ ବୋଲି ଉତ୍ସାହିତ ହୋଇଥିଲେ। ନବଗଠିତ ମଞ୍ଚ ଉପରୁ ଓଡ଼ିଶାକୁ ଜନନୀ ବୋଲି କହିଲାବେଳେ ଏବଂ ଓଡ଼ିଶାର ନୂତନ ଉତ୍ଥାନ ପାଇଁ ସମସ୍ତେ ଅଣ୍ଟାଭିଡ଼ି ବାହାରି ଆସ।